ଅଭିଯୋଗର ଯେତେ ପରସ୍ତ ଆବରଣ ତା ଉପରେ ଘେରାଇ ଦିଆଗଲେ ବି ସେ ନିଶ୍ଚୟ ସେଥିରୁ ମୁକ୍ତି ଲାଭ କରିବ। ' ତା ପରେ ନିଜର ସସ୍ନେହ ଦୃଷ୍ଟି ଜୟନ୍ତୀ ଉପରୁ ଫେରାଇଆଣି ଶତ୍ରୁଜିତ ବାହାରକୁ ଆସିଲେ। ଉତ୍କଣ୍ଠିତ ଭାବରେ ମି:ମହାନ୍ତି ତାଙ୍କୁ ଅପେକ୍ଷା କରିଥିଲେ। ତାଙ୍କ ସହିତ କରମର୍ଦ୍ଦନ କରୁ କରୁ ଶତ୍ରୁଜିତ କହିଲେ, 'ମୋର ଅନୁମାନ ସତ୍ୟ। ' 'ତା ହେଲେ' 'ଏବେ ଆମକୁ ମିସେସ ପାତ୍ରଙ୍କ ଘରକୁ ଯିବାକୁ ହେବ। ଆଉ କେତେକ ଆବଶ୍ୟକୀୟ ତଥ୍ୟ ନିଶ୍ଚୟ ସେଠାରୁ ଆମେ ସଂଗ୍ରହ କରିପରିବା। ' ଉଭୟେ ଚିନ୍ତାନ୍ୱିତ ଭାବରେ ଜିପ୍ରେ ବସିଲେ। ନିଶୂନ ରାଜପଥର ବୁକୁ ଉପରେ କ୍ଷିପ୍ର ବେଗରେ ଜିପ୍ଟି ମାଡ଼ି ଚାଲିଲା। 'ତା'ହେଲେ ସ୍ନେହଲତା ହତ୍ୟାକାଣ୍ଡ ସହିତ ଜୟନ୍ତୀ ଅଥବା ପ୍ରମୋଦ ସଂଶ୍ଳିଷ୍ଟ ନୁହନ୍ତି? ' 'ନା, ପୋଷ୍ଟ ମର୍ଟମ ରିପୋର୍ଟ ପାଇସାରିବା ପରେ ମୁଁ ସନ୍ଦେହ କରିଥିଲି ଜୟନ୍ତୀ କେବେ କୌଣସି ତୀକ୍ଷ୍ଣ ଅସ୍ତ୍ର ସ୍ନେହ ଉପରେ ପ୍ରହାର କରିନାହିଁ। ମୋର ଯେତେଦୂର ବିଶ୍ୱାସ ସେଇ ଗଭୀର କ୍ଷତ ସ୍ଥାନ ତୀକ୍ଷ୍ଣ ବର୍ଚ୍ଛା ବ୍ୟତୀତ ଆଉ କୋଉଥିରେ ସୃଷ୍ଟି ହେବା ସମ୍ଭବ ନୁହେ। ଆଉ ସ୍ନେହ ଉପରେ ଯୋଉ ଲୋକଟି ବର୍ଚ୍ଛା ବିଦ୍ଧ କରିଛି ସେ ଲୋକର ଶକ୍ତି ଖୁବ୍ବେଶୀ, ଯୋଉ ଶକ୍ତି ସହି ପ୍ରମୋଦ ଅଥବା ଜୟନ୍ତୀର ଶକ୍ତି ତୁଳନା କରାଯାଇ ନ ପାରେ। ' 'ମାନେ? ' 'ବର୍ଚ୍ଛା ଏତେ ଜୋରରେ ସ୍ନେହର ପୃଷ୍ଟଦେଶରେ ବିଦ୍ଧ କରାଯାଇଛି ଯେ ତାହା ଫଳରେ ତା'ର ପଞ୍ଜରାହାଡ଼ ଛିନ୍ନ କରି ତା'ର ଅଗ୍ରଭାଗ ଭୂମିରେ। ସ୍ପର୍ଶ କରାଯାଇଛି। ' 'ଏଭଳି ଶକ୍ତି ସୁବ୍ରତଙ୍କ ଠାରେ ବି ଅଭାବ', ମି: ମହାନ୍ତି ଚିନ୍ତାନ୍ୱିତ ଭାବରେ କହିଲେ। 'ସେଥିପାଇଁ ତ ମୁଁ ଏତେ ଉଦ୍ବିଗ୍ନ ହୋଇପଡ଼ିଛି, ମି: ମହାନ୍ତି! ଆହୁରି ମଧ୍ୟ ମୁଁ ନିଶ୍ଚିତ ଯେ ଘଟଣାସ୍ଥଳରେ ଜଣେ ବ୍ୟତିତ ଦୁଇଜଣ ଉପସ୍ଥିତ ନ ଥିଲେ। ତାହାର ଏକମାତ୍ର କାରଣ, ସ୍ନେହଲତାର ଶବ ତଳୁ ଖଣ୍ଡିଏ ଚୁରଟ ଆପଣ ଆବିଷ୍କାର କରିଥିଲେ। ଆଉ ସେଇ ଚୁରଟର ଅଗ୍ନି ସ୍ନେହଲତା ପିନ୍ଧିଥିବା ଟେଲେଲିନ ଶାଢ଼ିର କିଛି ଅଂଶ ତରଳାଇ ଦେଇଥିଲେ। ' 'ବୁଝିଲି। କିନ୍ତୁ ଆପଣ ଦୁଇଖଣ୍ଡ ଚୁରଟ ଡ୍ରଇଂରୁମରୁ ପାଇଥିଲେ। ତେଣୁ ଉଭୟ କ୍ଷେତ୍ରରେ ସେହି ଜଣେ ମାତ୍ର ଲୋକ ସଂଶ୍ଳିଷ୍ଟ ଥିବାର ପ୍ରମାଣ ମିଳୁଛି। ଆଉ ସେହି ଲୋକ ପୁଣି ସୁବ୍ରତ ବ୍ୟତୀତ ଆଉ କେହି ନୁହେଁ। ' ପୁଣି ଶତ୍ରୁଜିତ ଗଭୀର ଭାବନା ଭିତରେ ଛନ୍ଦିହୋଇପଡ଼ିଲେ। ତାଙ୍କ ଉପରୁ ଦୃଷ୍ଟି ଫେରାଇ ମି: ମହାନ୍ତି କହିଲେ, 'ପୂର୍ବ ଅପମାନର ପ୍ରତିଶୋଧ ନେବାପାଇଁ ସେ ଏହା କରିଥିବା ଯୁକ୍ତିସଙ୍ଗତ। ' ଶତ୍ରୁଜିତ କୌଣସି ମନ୍ତବ୍ୟ ନ ଦେଇ ରାସ୍ତାର ସମ୍ମୁଖ ଭାଗକୁ ଅନାଇ ରହି କ'ଣ ଯେମିତି ଭାବୁଥିଲେ। ଗାଡ଼ି ବ୍ରେକ୍କରିବା ଶବ୍ଦରେ ସେ ସଚେତନ ହେଲେ। ତା' ପରେ ଉଭୟେ ଗେଟ୍ଖୋଲି ଭିତରେ ପ୍ରବେଶ କଲେ। ଦୀର୍ଘ ସମୟ ଧରି କଲିଂବେଲ୍ ଶବ୍ଦାୟିତ ହେଲା ପରେ ଦ୍ୱାର ଖୋଲାଯିବାର ଶବ୍ଦ ଶୁଣାଗଲା। ନିଦମଳମଳ ଆଖିରେ ଏମାନଙ୍କ ଉପରେ ଲକ୍ଷ୍ୟ ପଡ଼ିବାମାତ୍ରେ ରତନ ଯେମିତି ଭୟଭୀତ ହୋଇଗଲା। 'ଭିତରକୁ ଚାଲ ରତନ! ' ଗମ୍ଭୀର ଭାବରେ ରତନକୁ ଭିତରକୁ ଯିବାପାଇଁ ନିର୍ଦ୍ଦେଶ ଦେଲେ ମି: ମହାନ୍ତି। ତା'ପରେ ଭିତରୁ ଦ୍ୱାର ବନ୍ଦ କରି ସେମାନେ ଆସି ଡ଼୍ରଇଂରୁମରେ ଛିଡ଼ା ହେଲେ। 'ବାବୁ ଏପର୍ଯ୍ୟନ୍ତ ଆସିନାହାନ୍ତି? ' ଶତ୍ରୁଜିତ କୋମଳ କଣ୍ଠରେ କହିଲେ।